ବାଜା ନାହିଁ, ରୋଷଣୀ ନାହିଁ, ଖାଇବା ଖୁଆଇବା ଧୁମ୍ ଧାମ୍ ନାହିଁ, ଶାନ୍ତି ଓ ଆନନ୍ଦରେ ବାହାଘର ହୋଇଯାଉଛି। ଯୌତୁକ ନେବା ଦେବା ପ୍ରଶ୍ନ ଆଉ ନାହିଁ। ଚନ୍ଦ୍ରନାଥ ଖାତା ଉପରେ ଆଖି ବୁଲାଇ ଆଣୁ ଆଣୁ କହିଲେ-ଗୋଟାଏ ନୂଆ ଯୁଗ ଆରମ୍ଭ ହୋଇଛି। ଦେଖୁନ, ସବୁଆଡ଼େ ପ୍ରଗତିର ଚିହ୍ନ... ଗୋଟାଏ ନବ ଉନ୍ମାଦନା। ବଞ୍ଚିବାର ସ୍ଵପ୍ନ ଯିମିତି ସାର୍ଥକ ହେବାରେ ଲାଗିଛି... ଆରେ ଇଏ କଅଣ? ଆମ ମିହିର ବାବୁ ଯେ... କନ୍ୟା ଲାବଣ୍ୟ ଦେବୀ... ବଡ଼ ଚାଲାଖ୍ ଲୋକ ତ। କାହାକୁ ନ ଜଣେଇ ମାଜିଷ୍ଟ୍ରେଟ୍ ମିହିରବାବୁ ବାହା ହୋଇ ପଡ଼ିଲେ? ଠିକ୍ ଅଛି। ତାଙ୍କୁ ଅଭ୍ୟର୍ଥନା କରିବା ଆମର କର୍ତ୍ତବ୍ୟ। ଏହିଭଳି ଶିକ୍ଷିତ ଯୁବକ... ଆରେ ଇଏ ପୁଣି କଅଣ? କନ୍ୟାର ଘର ଫୁଲବାଣୀ, କଅଣ ଗାଁ ନାଁଟା ପଢ଼ିହେଉନାହିଁ। ପ୍ରଭୁ ଜଗନ୍ନାଥ! ଖୁବ୍ ଲୀଳା ଲଗାଇଛ!! ସମୟର ଚଳନ୍ତି ସୁଅ। ସେପଟେ ମଧୁଯାମିନୀର ମଧୁର ପରିବେଶ। ପୁଷ୍ପିତ ପୁଷ୍ପର ଘନ ଆସ୍ତରଣ ଉପରେ ବସିଛନ୍ତି ଡେପୁଟି କଲେକ୍ଟର ମିହିରକୁମାର। ଶଯ୍ୟାପ୍ରାନ୍ତରେ ଅରଣ୍ୟ ଭିତରେ ସଞ୍ଚରଣଶୀଳା ସୂର୍ଯ୍ୟ, ଚନ୍ଦ୍ର, ଆକାଶ ଓ ବାରିପାତରେ ମନ ଓ ଶରୀରକୁ ଯେ ପ୍ରକୃତିର ତାଣ୍ଡବ ଓ ଲାସ୍ୟ ଉଭୟ ନର୍ତ୍ତନରେ ସୁକୁମାର ଓ କର୍କଶ କରିଛି ସେଇ ମୁକ୍ତ ବନଜୀବିନୀ କାମିନୀ ଲାବଣ୍ୟ। ଟିକିଏ ଦୂରରେ ପତିତପାବନଙ୍କର ରାଜବେଶର ଫଟୋଚିତ୍ର। ଧୂପ, ପୁଷ୍ପ, ଚନ୍ଦନର ସମ୍ମିଳିତ ବାୟୁପ୍ରବାହର ସୁଗନ୍ଧରେ ଦୁଇଜଣଙ୍କର ଜୀବନ ମଧୁଚନ୍ଦ୍ର ଆଜି ପବିତ୍ର ଓ ସୁରଭିତ। ଲାବଣ୍ୟ ଓଢ଼ଣାକୁ ଦୀର୍ଘ ଟାଣିଆଣି ମିହିରଙ୍କର ପାଦଯୁଗଳ ଉପରେ ନଇଁପଡ଼ିବା ବେଳକୁ ମିହିର ଧରି ପକାଇ କହିଲେ-ନାଁ, ନାଁ ଲାବଣ୍ୟ, ମୁଁ ନୁହେଁ, ଆଗେ ଦେବତା। ତମରି ନୀଳମାଧବ, ବିଶ୍ଵାବସୁଙ୍କର ଆଦରର, ଭକ୍ତିର ନିଧି, ଆଦିବାସୀର ଆଦିଦେବତା ଶ୍ରୀଜଗନ୍ନାଥ, ତାଙ୍କର ପାଖେ ଆଗ ଢଳିଯାଅ। ମୁଁ ପରେ। କଳାଡ଼ୋଳା ସହିତ ଡୋଳା ମିଳାଇ ଲାବଣ୍ୟ ପ୍ରାର୍ଥନା କରିଥିଲା-ପ୍ରଭୁ ନୀଳାଚଳ ନାଥ, ଏ ଜୀବନକୁ ଏମିତି ନୂଆରୂପ ଦେଲ? କିପରି କଲ? ଆଖି ଦୁଇଟିରୁ ବହି ଆସିଥିବା ଦୁଇ ଟୋପା ଲୁହକୁ ପୋଛି ଆଣି ଲାବଣ୍ୟ ମିହିରଙ୍କ ପାଦତଳେ ପ୍ରଣାମକରି ଛିଡ଼ାହୋଇ ପଚାରିଥିଲା- ବଳିୟାର ସିଂହଙ୍କର ଖବର କଅଣ? ମିହିର କହିଲେ-ଦୁଃଖ କରନି, ତାଙ୍କୁ ଜେଲ୍ ହୋଇଯାଇଛି। ଆଇନ୍ ତା ବାଟରେ ଯିବ ଲାବଣ୍ୟ, କେହି ରୋକି ପାରିବେନାହିଁ। ପୁଣି ଯେତେବେଳେ ନୂଆଯୁଗ ଆରମ୍ଭ ହୋଇଛି, ନୂଆ ସଳିତା ଜଳୁଛି, ସେତେବେଳେ ଆଇନ୍ ଆହୁରି କଠୋର ହୋଇ ସମସ୍ତଙ୍କୁ ନ୍ୟାୟ ଆଉ ମୁକ୍ତି ଦେବ-। ତା ନ ହେଲେ ମୁଁ ତମକୁ ପାଇଥାନ୍ତି କିମିତି? ଆଉ ଥରେ ଲାବଣ୍ୟ ସ୍ଵାମୀଙ୍କ ପାଦତଳେ ଲୋଟି ପଡ଼ିବାବେଳେ ପ୍ରଦୀପ ଲିଭିଯାଇଥିଲା। ଆକାଶର ଦିଗ୍ବଳୟ ଛାଡ଼ି ଉଠିଆସୁଥିଲେ ଚନ୍ଦ୍ରମା। ନିର୍ମଳ ନଭରେ ନବ ଚନ୍ଦ୍ରର ଉଦୟ ଉତ୍ସବ। ଶ୍ଵାନ ସଂସ୍କାର ପ୍ରିୟାନନ୍ଦ ସ୍ଵାମୀ ଭାଷଣ ଦେଉଥିଲେ। ଆକାଶରେ ଆଲୋକିତ ଜ୍ୟୋସ୍ନାର ତରଙ୍ଗ। ବଡ଼ ମଧୁମୟ ପରିବେଶ। ସହର କିନ୍ତୁ ଉଜ୍ଜ୍ଵଳ ବିଦ୍ୟୁତ୍ ଆଲୋକରେ। ବିପଣିମାଳାରେ ବିଭିନ୍ନ ପ୍ରକାର ବିଜୁଳିବତୀର ସମାରୋହ। ଯାହା ହୋଇଥାଏ ସହର ବଜାରରେ। ଲୋକ ଗହଳି ଯିବା ଆସିବାର ଗତିଛନ୍ଦ। ମନକୁ କଅଣ ଆସିଲା, ମୁଁ ଚାଲିଗଲି ଉପରକୁ। ସ୍ଥାନଟି ଗୋଟିଏ ମଠାଧୀଶଙ୍କର ମଠ-। ସେହିଠାରେ ପ୍ରିୟାନନ୍ଦ ସ୍ଵାମୀ 'ଜୀବନରେ ଧର୍ମ' ସମ୍ପର୍କରେ ପ୍ରବଚନ ଦେଉଥିଲେ। ଶ୍ରୋତାମାନେ ଅଭିଭୂତ ଅବସ୍ଥାରେ ଶୁଣିବାପାଇଁ ଯେତେ ମନୋଯୋଗ ଦେଉଥିଲେ, ଶୁଣିପାରୁ ନଥିଲେ। ଶୁଣୁ ଶୁଣୁ ସେମାନେ ବ୍ୟସ୍ତ ବିରକ୍ତ ହୋଇ ଉଠୁଥିଲେ। ଅଥଚ କେହି ପ୍ରତିବନ୍ଧକକୁ ଦୂର କରିବାପାଇଁ ଯତ୍ନ କରୁନଥିଲେ। ଆଶ୍ଚର୍ଯ୍ୟ... ମୁଁ ଏକମାତ୍ର ଶ୍ରୋତା ଥିଲି, ଯିଏ ଏଡ଼େ ସୁନ୍ଦର ଭାଷଣକୁ ଶୁଣୁ ଶୁଣୁ ଉତ୍ତ୍ୟକ୍ତ ହୋଇଉଠିଥିଲା; ମାତ୍ର ମୋର ନିଷ୍ଫଳ କ୍ରୋଧ ମତେ ହିଁ ଶେଷରେ ଧିକ୍କାର ଦେଲା, ମୁଁ ଧର୍ମସଭାରୁ ଯାହା ଶିକ୍ଷା ନ କଲି, ଅନ୍ୟ ଏକ ପରିସ୍ଥିତିରେ ତାହାଠାରୁ ମହାଶିକ୍ଷା ଓ ଜ୍ଞାନ ଲାଭକଲି। ଘରକୁ ଫେରିଆସି ଭାବିଲି, ଜୀବନରେ ଏମିତି କ୍ଵଚିତ୍ ସତ୍ସଙ୍ଗ ମିଳେ। ପୁଣି ସନ୍ନ୍ୟାସୀମାନଙ୍କର ପ୍ରବଚନ ମଣିଷର ମୋହବନ୍ଧ କାଟିଦିଏ, ସେତିକିବେଳେ ମନେହୁଏ ଏହି ବକ୍ତା ସ୍ଵାମୀଜୀଙ୍କ ପଛେ ପଛେ ମୁଁ ଚାଲିଯିବି କି? ସେ ଭଗବାନଙ୍କୁ ସାକ୍ଷାତ୍ କରିଛନ୍ତି ବୋଲି ସିନା ଅନୁଭବସିଦ୍ଧ କଥା କହି ଆମ ମନର କଳୁଷ କାଟିଦେଇଛନ୍ତି। ଛିଃ ଏ ସଂସାର ଆସକ୍ତିରେ ମାତି ଆମେ ସତ୍ୟସ୍ୱରୂପକୁ ଭୁଲିବସିଛୁ। ବୈରାଗ୍ୟ ରସରେ ମନ ପୂର୍ଣ୍ଣ ହୋଇଗଲା।